ସେମାନେ ସକଳ ସନ୍ଦର୍ଭରେ, କେବଳ ନିଜକୁ ହିଁ ଦେଖୁଛନ୍ତି। ଓଡ଼ିଶାର ସବୁ ମଣିଷଙ୍କୁ ପରିସର ଭିତରେ ରଖି ଆମ ରାଜନୀତି ଭିତରେ ଆଉ କୌଣସି ବିଚାର ହେଉନାହିଁ। ରାଜନୀତି ତ ସେହିମାନଙ୍କର ଦୁଷ୍ଟ ଖେଳଗୁଡ଼ାକୁ ହିଁ ବୁଝାଉଛି, ଯେଉଁମାନେ କି ସବାଆଗ କ୍ଷମତାରେ ରହିବାକୁ ସର୍ବଦା ଯେକୌଣସି ନିମ୍ନକୁ ଆସିବାକୁ ମଧ୍ୟ ପ୍ରସ୍ତୁତ ହୋଇ ଆସିଛନ୍ତି। ସେମାନେ କେବଳ ନିଜ ବିଷୟରେ ସବୁଯାକ ସ୍ଵପ୍ନ ଦେଖୁଛନ୍ତି ଏବଂ ତେଣୁ ରାଜନୀତିକ ସମ୍ଭାବନାର ଯାବତୀୟ ସ୍ୱପ୍ନ ତଥା ସଂକଳ୍ପ ସେହିଠାକୁ ଆସି ମାଡ଼ ଖାଇଯାଉଛି। ଉପରେ ଏସବୁ ଦେଖି ଦେଖି ସାଧାରଣ ମନୁଷ୍ୟମାନଙ୍କର ଭଲ ଉପରେ, ଉଚିତ ଉପହାର ଆଉ ପ୍ରାୟ କୌଣସି ଆସ୍ଥା ରହିପାରୁନାହିଁ। ଏଭଳି ଗୋଟିଏ କାଳରେ ତୁମେ ଗୋଟିଏ ବୋକା ହୋଇଥିଲେ ହିଁ ସାଧୁ ହେବାକୁ ତଥାପି ଇଚ୍ଛା କରିବ ବୋଲି ସେମାନେ ଭାବିବାକୁ ଆରମ୍ଭ ବି କଲେଣି ଏବଂ ତେଣୁ ପ୍ରଧାନତଃ ଅସତ୍ୟ ଉପରେ ହିଁ ସବୁଯାକ କାରବାର ଚାଲିଛି। ଗୋଟାଏ ନିର୍ବାଚନ ଆସିଲେ ଅଥବା କୌଣସି ପ୍ରାକୃତିକ ଦୁର୍ବିପାକ ଆସି ପହଂଚିଲେ ,କୋଉଠି କ'ଣ ସିନା ଟିକିଏ ହଲିଗଲା ଭଳି ମନେ ହେଉଛ ମାତ୍ର ପୁନର୍ବାର ସେହି ପୁରୁଣା ଗୁଳା ଉପରକୁ ଫେରିଆସିବାରେ ଗୋଟିଏ ମୋଟେ ବିଳମ୍ବ ହେଉନାହିଁ। ବହିମାନେ କହୁଛନ୍ତି ଏ ଓଡ଼ିଶାରେ ସମ୍ପଦ ଭରି ହୋଇ ରହିଛି। ମାଟି ଉପରେ ଓ ମାଟି ତଳେ କେତେ କେତେ ସମ୍ଭାବନା ରହିଛି। କ୍ଷମତା ଭିତରେ ଯାଆଆସ କରୁଥିବା ମଣିଷମାନେ ଦୋହରାଇ ଦୋହରାଇ ପ୍ରାୟ ସମସ୍ତେ ସେହି କଥାଟିକୁ କହି ଆମକୁ ଖୁସି କରି ରଖିବାକୁ ଚେଷ୍ଟା କରୁଛନ୍ତି। ତଥାପି ଦାରିଦ୍ର୍ୟ ଯାଉନାହିଁ କାହିଁକି? ତଥାପି ଅସହାୟମାନଙ୍କର ଅସହାୟତାକୁ ପୁଞ୍ଜି କରି କ୍ଷମତାସୀନମାନେ କାହିଁକି ଅଧିକ ଡ଼ଉଲ ଦିଶୁଛନ୍ତି ଏବଂ ଏଣେ ଭୂଇଁଟା ଚୂଲିକୁ ଯାଉଛି? କ୍ଷମତାସୀନ ଏହି ଚତୁରମାନେ ନିଜର ବହୁତ ଉନ୍ନତି ସାଧନ କରିପାରିଛନ୍ତି। ସତେଅବା ନିଜକୁ ହିଁ ଆମ ସମସ୍ତଙ୍କର ଏହି ଘରେ ଏକମାତ୍ର ହିତାଧିକାରୀ ବୋଲି ଧରି ନେଇଛନ୍ତି। ବିଂଶ ଶତାବ୍ଦୀଟିକୁ ଗୋଟାସୁଦ୍ଧା ଗିଳି ଏମାନେ କେଡ଼େ ଉଷତମନରେ ଏକବିଂଶ ଶତାବ୍ଦୀ ଭିତରକୁ ପ୍ରବେଶ କରିବାକୁ ବାହାରିଲେଣି। ଏବଂ ଅବଶିଷ୍ଟ ଭୂମିଟା। ଯାବତୀୟ ମାପକାଠିରେ ଊନବିଂଶ ଶତାବ୍ଦୀରେ ବାନ୍ଧି ହୋଇ ରହିଛି। ଓଡ଼ିଶାର ସର୍ବମୀମାଂସକ ଦୁର୍ଗତିଟା ହେଉଛି ନେତୃତ୍ୱର ଦୁର୍ଗତି। ଅଯୋଗ୍ୟ, ଅସାଧୁ ଏବଂ ହୃଦୟହୀନମାନେ ଏଠି ସବା ଉଚ୍ଚରେ ଯାଇ ବସିଛନ୍ତି। ଏହି ଭୂମିଟାକୁ ଗୋଟାସୁଦ୍ଧା ନିଜର ସମ୍ପତ୍ତି ବୋଲି ଧରି ନେଇଛନ୍ତି। ତଳଟାକୁ ଅନ୍ଧାର କରି ରଖି ସେମାନେ ଆଗକୁ ଆହୁରି ଏଇ କେତେ ବର୍ଷ ସବୁକିଛି ଭୋଗ କରିବେ ବୋଲି ମନସ୍ଥ କରିଛନ୍ତି କି? ସେହି ମତଲବରେ ଏଠାରେ ସାହିତ୍ୟ, ସଂସ୍କୃତି ଏବଂ ଶିକ୍ଷାକୁ ମଧ୍ୟ ଅନୁକୂଳିତ କରି ରଖିଛନ୍ତି। ଯେପରି ଆହୁରି ବହୁଦିନ ପର୍ଯ୍ୟନ୍ତ କାହାରି ନିଦ ଭାଙ୍ଗିବ ନାହିଁ, ସମସ୍ତେ ଅକ୍ରିୟ ହୋଇ ରହିଥିବେ, ସବୁ ଦେଖୁଥଲେ ମଧ୍ୟ କିଛି ପ୍ରତିକାର କରିବା ନିମନ୍ତେ ସଂଘବଦ୍ଧ ହୋଇପାରୁ ନଥିବେ। ଆମ ବରିଷ୍ଠମାନେ ଏକାଠି ସଲା କରି ଆମ ପାଇଁ ତାହା ହିଁ ସ୍ଥିର କରିଛନ୍ତି କି? ଏଠି ଶିଖାଶିଖି ହୋଇଥିବା ପରି ସେମାନେ କେହି ତଳଟାକୁ ମଜବୁତ କରି ଗଢ଼ିବା ସକାଶେ ମୋଟେ କିଛି କହୁନାହାନ୍ତି ଏବଂ, ତଳଟା ଖାଲି ସହିବାରେ ଲାଗିଛି। ଏକ ସ୍ୱାଧୀନ ଦେଶର ମଣିଷମାନେ କାହିଁକି ଖାଲି ସହ୍ୟ କରିବାରେ ଲାଗିଥିବେ? ସଂବିଧାନରେ ନାଗରିକ ବୋଲି ସ୍ଵକୃତ ହେଉଥିବା ମଣିଷଟିଏ ନିଜକୁ କାହିଁକି ଏଡ଼େ ଅକିଂଚନ ଓ ଅସମର୍ଥ ବୋଲି ଭାବୁଥିବ? ଓଡ଼ିଶାରେ କୋଟି କୋଟି ମଣିଷ ଏପର୍ଯ୍ୟନ୍ତ ଯେ ନିଜକୁ ଏକ ସ୍ୱାଧୀନ ଦେଶର ନାଗରିକସୁଲଭ ସମ୍ମାନବୋଧ ସହିତ ଭାବିବାକୁ ଶିକ୍ଷା କରିନାହାନ୍ତି।